କିନ୍ତୁ ପାରିଲିନି। ହାରିଗଲି। ଜୀବନରେ ଯେତେବେଳେ ଅଦିନିଆ ବତାସି ଉଠିଛି; ସେତେବେଳେ ତୁମେ ମନେ ପଡ଼। ସବୁ ଆପଦ ବିପଦରେ କିଏ ଜଣେ ସାହା ଥିଲା ପରି ଜଣାପଡ଼େ। ଜୀବନର ନିଛାଟିଆ ରାଜ ପଥରେ ଏକୁଟିଆ ଚାଲୁଥିଲା ବେଳେ ଡର ଲାଗେନି; କି କ୍ଳାନ୍ତି ଜଣା ପଡ଼େନି। ମନେହୁଏ କିଏ ସତେ ଯେମିତି ମୋ ସାଙ୍ଗରେ ଚାଲିଛି। ସେ ହେଉଛି ମୋର ଲୋକ-ନିନ୍ଦିତା, ଅଭିମାନିନୀ ରାଧା। ସେ ମୋ ପାଖେ ପାଖେ ଅଛି-ଅଥଚ ମୁଁ ତାକୁ ଦୁନିଆ ସାରା ଖୋଜୁଛି। ଦୁନିଆର ଦୁଃଖ ଶୋକରେ କେବେ ବିଦୀର୍ଣ୍ଣ ହେଲେ ମୁଁ ତୁମର ଚିଠି ପଢ଼େ। ତୁମ ଅନାବିଳ ହୃଦୟର ପ୍ରୀତି ଢଳ ଢଳ ଭାଷା; ସବୁ ନିନ୍ଦା ଅପମାନ ଭୁଲାଇ ଦିଏ। ସବୁ ଦୁଃଖ ଶୋକ ମୁହୂର୍ତ୍ତକ ମଧ୍ୟରେ ପାସୋରି ଯାଏ। ପୁଣି ଉର୍ଦ୍ଧ୍ୱ-ଅଭିସାର ପାଇଁ ନୂତନ ଉନ୍ମାଦନା ଜାଗ୍ରତ ହୁଏ। ତୁମେ ଦୂରରେ ଅଛ। କିନ୍ତୁ ମୋରି ପାଖରେ, ଏଇ ଚିଠିତକ ଭିତରେ ମୁଁ ତୁମକୁ ବନ୍ଦୀ କରି ରଖିଛି-। '' ଅନେକ କବିତା ଲେଖିଛି ନୀହାର। ସବୁ ମାସରେ ଅଧିକାଂଶ ପତ୍ରିକାରେ ତାରି କବିତା-। ସାଗରୀକା ପଢ଼େ। ସେ ତାକୁ ଖୋଜୁଛି। କେଉଁ ଦୂର ଦୂରାନ୍ତରର ବଣ ଜଙ୍ଗଲ, ପାହାଡ଼ ପର୍ବତ, ନଇ ନାଳ ଆର ପଟରୁ ନୀହାରର କଣ୍ଠ ସ୍ୱର ତା'ର କାନରେ ବାଜେ। ତା' ସହିତ ପ୍ରଥମ ସାକ୍ଷାତ ହେଲାବେଳେ ନୀହାର ଯେମିତି ଥିଲା; ଆଜି ବି ସେମିତି ରହିଛି। ସେହି ଆନ୍ତରିକତା, ସେଇ ନିଷ୍ଠା ଓ ଉବ୍ଦାମ ଆବେଗ ନେଇ ସେ ଏବେ ବି ବଞ୍ଚିଛି। ଅଥଚ ତା'ର କେତେ ପରିବର୍ତ୍ତନ ହୋଇଗଲାଣି-। ନୀହାରର ସବୁ ଚିଠି ସେ ପ୍ରାୟ ଚିରି ଦେଇଛି। କିନ୍ତୁ ତା'ର ମନେହେଲା ବୋଧେ ତା'ର ଖଣ୍ଡେ ଦି' ଖଣ୍ଡ ପୁରୁଣା ଚିଠି ତା' ସୁଟକେଶ ଭିତରେ ପଡ଼ିଚି। ଥରେ କେବେ ସୁଟକେଶ୍ ସଜାଡ଼ିଲା ବେଳେ ତା' ଆଖିରେ ପଡ଼ିଥିଲା। ସେ ବିଶେଷ ଗୁରୁତ୍ୱ ନଦେଇ ତାକୁ ଯେମିତି ଥିଲା, ସେମିତି ରଖି ଦେଇଥିଲା। ସେ ଉଠିଲା। ଆଜି ତା'ର ଭାରି ମନ ହେଉଛି-ନୀହାରର ସେଇ ପୁରୁଣା ଚିଠି ପଢ଼ିବାକୁ। ଥରେ ସେ ନୀହାରକୁ କହିଥିଲା-''ତୁମ ଚିଠି ଭିତରେ ମୁଁ ତୁମରି ସ୍ପର୍ଶ ପାଏ। '' ନୀହାରର ସେଇ ସ୍ପର୍ଶ ପାଇଁ ବ୍ୟାକୁଳ ହୋଇ ଉଠିଲା ସାଗରୀକା। ସେ ସୁଟକେଶ ଖୋଲି; ଚିଠି ଖୋଜିଲା। ପାଇଲା ଗୋଟିଏ ଚିଠି; ବହୁତ ଦିନ ତଳର। ସେ କଟକ ଆସିଲା ପରେ ନୀହାର ଥରେ କେବେ ପୁରୀ ଆସିଥିଲା। ସେଇଠୁଁ ସେ ଚିଠିଟି ଲେଖିଛି। ଏଇ ଗୋଟିକ ଚିଠି କିମିତି ତା'ର ରହି ଯାଇଛି। ବାକି ସବୁ ସାଗରୀକାର ନିଷ୍ଠୁର ହାତ ନଷ୍ଟ କରିଦେଇଛି। ସାଗରୀକାର ମନେହେଲା ତା'ର ସବୁ ସମ୍ପଦ ନଷ୍ଟ ହୋଇଯାଇଛି-କେବଳ ରହିଯାଇଛି ଗୋଟିଏ ଅମୂଲ୍ୟ ରତ୍ନ; ଯାହାର ମୂଲ୍ୟ ସେ ବୁଝିପାରି ନଥିଲା। ସେ ତାକୁ ଆବେଗରେ ଛାତିରେ ଜାକି ଧରିଲା-ଆଖିରୁ ତା'ର ଅମାନିଆଁ ଭାବରେ ଧାର ଧାର ଲୁହ ବୋହି ଆସି ତା'ର ଗାଲ ଓଦା କରିବାକୁ ଲାଗିଲା। ସେହି ଲୁହ ଭିତରେ ତାକୁ ସବୁ ଜାଲଜାଲୁଆ ଦିଶିଲା। ତଥାପି ସେ ଅତି ଆବେଗରେ ଚିଠି ଖୋଲି ପଢ଼ିଲା; ସତେ ଯେମିତି ସେ ଚିଠି ତାକୁ ଆଜି ମିଳିଛି; ବହୁ ଉତ୍କଣ୍ଠାକୁଳ ପ୍ରତୀକ୍ଷା ପରେ। ପ୍ରିୟଦର୍ଶିନୀ ସାଗରୀକା ଆଦରଣୀୟାଷୁ; ବହୁତ ଦିନ ପରେ ଆଜି ହଠାତ୍ ତୁମ ପାଖକୁ ଚିଠି ଲେଖିବାକୁ ଇଚ୍ଛା ହେଲା,